ଚାଲ ଏଥର। ଡକ୍ଟରଙ୍କ ଓଠରେ ବିଜୟର ହସ। ଭଉଣୀ ସାଙ୍ଗରେ ଚାଲିଗଲେ ମନୋରଞ୍ଜନ। ଅପରାଜିତା ଓ ଦିବ୍ୟେନ୍ଦୁ ସ୍ନେହଝରା ନୟନରେ ଚାହିଁ ରହିଲେ ସେମାନଙ୍କ ଯିବା ବାଟକୁ। ଦିବ୍ୟେନ୍ଦୁ କହିଲେ ଓହୋଃ, ଦୁଇଟାଯାକ ସବୁବେଳେ କଜିଆ କଲେ। କିନ୍ତୁ ଜାଣ ଜିତା, ମନୁଟା ଯେତେ ରାଗୁ ତନୁ ଉପରେ, ଅନ୍ତରରେ କିନ୍ତୁ ଭା ତାକୁ ଭାରି ଭଲପାଏ ସେ। ତନୁଟା ବି। ଭାଇକୁ କ୍ଷଣ ନଦେଖିଲେ ଅସ୍ଥିର ହୋଇଉଠେ। ଆସ ଯିବା ଚିନ୍ତାଜଡ଼ିତ କଣ୍ଠରେ ଅପରାଜିତା କହିଲେ ଗୋଟେ କଥା କହିବି? ଦିବ୍ୟେନ୍ଦୁ ଅକାଳ ବିସ୍ମୟରେ ଚାହିଁଲେ ଥରେ ସ୍ତ୍ରୀଙ୍କ ମୁହଁଆଡ଼କୁ। ତାପରେ ହସି ହସି କହିଲେ ତୁମେ କ'ଣ ପିଲା ହୋଇଯାଉଛ ଜିତା। ଏପରି କଥା କୁହ କିପରି? ଯାହା ତ କହିବାର ମତେ କହିବ। ତେବେ ଏତେ ସଙ୍କୋଚ କର କାହିଁକି ? ନାଇଁ, କହୁଥିଲି କି ମନୁ ତ ସେ ଝିଅଟିକି ଆଦୌ ଦେଖିନି, ଏପରିକି ଫଟୋ ଖଣ୍ଡେ ବି ତା'ର ଦେଖିନି, ଆଉ ଏକା କଥାରେ ହଠାତ୍ କିପରି ରାଜି ହୋଇଗଲା? ମୁଁ ତ କିଛି ବୁଝିପାରିଲିନି ତା' କଥା, ସେଥିପାଇଁ ତୁମକୁ ପଚାରିଲି। ଦିବ୍ୟେନ୍ଦୁ ହସିଲେ ସର୍ବଜ୍ଞର ହସ। କହିଲେ ବୁଝିପାରିଲନି ? ଆରେ ସିଏ କାହାର ପୁଅ! ସେ ହେଲା ମୋ ପୁଅ, ମୋ ପୁଅ କେବେ ରୂପ ଖୋଜିବନି, ଗୁଣ ଖୋଜିବ ଜିତା। ଅଳକା ତାଠାରୁ ବୟସରେ ବହୁତ ସାନ। କିନ୍ତୁ ସେଇ ଅଳକା ସମ୍ପର୍କରେ ସେ ଯେତେବେଳେ କଥା କୁହେ, ସେ ସତେଯେପରି ଅଳକା ତା'ର ଗୁରୁଜନ ସ୍ଥାନୀୟା। ସେଇ ଅଳକାର ହାତଗଢ଼ା ଝିଅ ସେଇ ମୌସୁମୀ। ତା'ପରେ ଝିଅଟିର ବାପମାଆ କଥା ମନୁର କଅଁଳା ମନରେ ଗଭୀର ଦାଗ ପକାଇଛି। ସେଥିପାଇଁ ପୁଅ ମୋର ଏକା କଥାରେ ରାଜି ହୋଇଛି। ଏଥର ବୁଝିଲ? ତାକୁ ବୁଝିବାରେ ଆଦୌ ଅସୁବିଧା ନାହିଁ ଜିତା। ସେ ଭାରି ସହଜ, ଭାରି ସରଳ ପିଲା। ଚଉଡ଼ା ଗୋଟିଏ ଗଛଡାଳରେ ଦୋଳି ଟାଙ୍ଗି ଭୀମ ଟୁଲୁକୁ ଝୁଲାଉଥିଲା। ଗେଟ୍ ଆଡ଼େ ଆଖିପଡ଼ିବାରୁ ଚଞ୍ଚଳ କଣ୍ଠରେ କହିଲା ତୁମେ ନିଜେ ଟିକିଏ ଝୁଲୁଥାଅ ଟୁଲୁବାବୁ, ମୁଁ ଘରକୁ ଯାଇ କହେ ଡାକ୍ତରବାବୁ ଆସିଛନ୍ତି। ଚଞ୍ଚଳ ପାଦରେ ଚାଲିଗଲା ଭୀମ। ଟୁଲୁ ଓଠ ଫଡ଼ା ପରି ଗାଲକୁ ଫୁଲାଇ ଡାକ୍ତରଙ୍କୁ ଚାହିଁଲା, ମୋଟେ ହସିଲାନି।ଡାକ୍ତର ପାଖକୁ ଆସି ଟୁଲୁକୁ ଆଦର କଲେ। ସ୍ନେହଁବୋଳା କଣ୍ଠରେ ପଚାରିଲେ, ତୁମେ ରାଗିଛ କି? କାହା ଉପରେ ରାଗିଛ ହଁ? ଡକ୍ଟରଙ୍କ ଗଳାରେ କୌତୂହଳ। ତୁମ ଉପରେ। ତୁମେ କାହିଁକି ଆସିଲ? ମୁଁ କେତେଥର କହି କହି ଭୀମ ଆଜି ଦୋଳି ଟଙ୍ଗାଇ ମୋତେ ଟିକିଏ ଝୁଲାଉଥିଲା। ତୁମେ ଆସିଲାରୁ ସେ ଘରକୁ ପଳାଇଲା ତୁମେ ଆସୁଛ ବୋଲି କହିଦେବାକୁ। ତୁମେ କ'ଣ ଏକା ଯାଇପାରନ୍ତିନି ? ସେ କାହିଁକି ଗଲା? ମତେ ଝୁଲାଇବ କିଏ? ଆଚ୍ଛା ଆଚ୍ଛା ବାବୁ ମୁଁ ଝୁଲାଇବି। ତନୁ ତୁ ଯାଆ ଭିତରକୁ, ମୁଁ ଏଇଠି ଟିକିଏ ରହିଲି।ତାପରେ ଟୁଲୁଆଡ଼େ ମୁହଁ ବୁଲାଇ ପଚାରିଲେ ଜୋରରେ ଝୁଲାଇବି, ନା ଆସ୍ତେ ଝୁଲାଇବି ? କାହିଁକି ମଁ, ମୁଁ କ'ଣ ଡରେକି। ମୋତେ ଜୋରରେ ଝୁଲାଅ। ଦେଖିବ ମୁଁ କେମିତି ମୋଟେ ଡରିବିନି। ହସିଲେ ଡାକ୍ଟର। କହିଲେ ନାହିଁ ତୋର ଭାରି ସାହସ। କୁହୁ କୁହୁ ବେଶ୍ ଜୋରରେ ଝୁଲାଇବାକୁ ଆରମ୍ଭ କରିଦେଲେ। ଟୁଲୁ ମୁହଁରେ ଆନନ୍ଦର ଚନ୍ଦ୍ରମା। ତରତର ହୋଇ ସେଠାରୁକୁ ଧାଇଁଆସିଲେ ଅଳକା। ଟୁଲୁ ଉପରେ ବିରକ୍ତ ହୋଇ କହିଲେ ତୁ ଏଣେ ଅଟକାଇ ଦେଇଛୁ? ଭାରି ଦୁଷ୍ଟ ହେଲୁଣୁ ତ। ପଢ଼ାପଢ଼ି କିଛି ତ ଆଉ ନାହିଁ। ତେଣୁ ଏଇସବୁ ହେଉଛି। ଅଳକା ପଛେ ପଛେ ତନୁ ବି ଚାଲିଆସିଥିଲା। ଅଳକା ବାରଣ୍ଡାରେ ଭୀମ ଚେୟାର ଗୋଟିଏ ଆଣି ସେଇ ବଗିଚାରେ ପକାଇଦେଲା। ମଝିରେ ଗୋଟାଏ ଟେବୁଲ୍ ବି ପକାଇଲା। ତନୁକୁ ନେଇ ଅଳକା ଚେୟାରରେ ବସାଇଦେଲେ। ଡାକ୍ତରଙ୍କୁ ବି ଅନୁରୋଧ କଲେ ଆସି ବସିବାପାଇଁ। ତାପରେ କପାଳରୁ ଝାଳ ପୋଛୁ ପୋଛୁ କହିଲେ ଓଃ, ସକାଳେ ବି ବର୍ଷା! କାଲି ସନ୍ଧ୍ୟାବେଳେ ଡାକ୍ତରବାବୁ ଆସିଲେନି। ଆଜିକାର ବର୍ଷା ଦେଖି ଭାବିଲି ଏ ବର୍ଷା ଆଉ ଛାଡ଼ିବନି। ଯାହାହେଉ ଆମ ଭାଗ୍ୟ ଭଲ ଯେ ଦିନ ଦୁଇଟାବେଳେ ବର୍ଷାଟା ଛାଡ଼ିଗଲା। ପୁଣି ଆଖିପଡ଼ିଲା ଡାକ୍ତରଙ୍କ ଉପରେ। ପୂର୍ବ ପରି ଟୁଲୁକୁ ଝୁଲାଉଛନ୍ତି ଡାକ୍ଟର। ଭ୍ରୂକୁଞ୍ଜିତ କରି ଅଳକା ଅସହିଷ୍ଣୁ କଣ୍ଠରେ କହିଲେ ତାକୁ ଗୋଟାଏ ଝୁଲାଉଛନ୍ତି କାହିଁକି?